ତୁମ ଅପେକ୍ଷା କ'ଣ ହୋଟେଲ ବାଲା ମୋର ଏତେ ଆପଣାର ଯେ-ଅଧିକ କାମ କରି ପାରିବ? ଅଧିକ ଚର୍ଚ୍ଚା କରି ପାରିବ? '' କୋଠରୀର ଛାତକୁ ଚାହିଁ ମୂକ ହୋଇ ଯାଉଥିଲା ଚନ୍ଦ୍ରାବତୀ କାହିଁକି କାହିଁକି ହେମକାନ୍ତ ବାବୁଙ୍କର ଏ ଆତ୍ମବିଶ୍ୱାସ? କ'ଣ ବା ମୁଁ ଦେଇଛି ତାଙ୍କୁ? ନୂଆଖାଲିରୁ କଟକ ଆସିବା ରାସ୍ତାରେ ମୁଁ ଯେତେ ଆନ୍ତରିକତା ବିତରଣ କରି ଆସିଛି ତା'। ଦେହରୁ କାଣିଚାଏ ମଧ୍ୟ ପାଇ ନାହାନ୍ତି ହେମକାନ୍ତ। ତଥାପି ହେମକାନ୍ତଙ୍କୁ ବନ୍ଦୀ କରି ପାରିଛି ମୋର ଆତ୍ମିକତା। ଆଉ ଚିନ୍ତା କରି ପାରୁନି ଚନ୍ଦ୍ରାବତୀ। ଚନ୍ଦ୍ରାବତୀକୁ ନୀରବ ଦେଖି ହେମକାନ୍ତ ପୁଣି କହିଲା ''କୁହ ଚନ୍ଦ୍ରାବତୀ! ତୁମେ କ'ଣ ଏତିକ ପାରିବନି? '' ସାହାସ ଦେବା ସ୍ୱରରେ ଚନ୍ଦ୍ରାବତୀ କହିଲା-''ସବୁକିଛି ମୁଁ ପାରିବି ହେମକାନ୍ତ ବାବୁ ଆପଣଙ୍କ ଦୟା ହିଁ ଏସବୁ କରାଇ ନେବ। '' ଚନ୍ଦ୍ରାବତୀର କଥାକୁ ବିଶ୍ୱାସ କରି ପାରୁନାହିଁ ହେମକାନ୍ତ। ଦୟା। କି ଦୟା ସେ ଦେଖାଇଛି ଚନ୍ଦ୍ରାବତୀକୁ? ହେଇପାରେ.. ସୃଷ୍ଟି ଛଡ଼ା ଚନ୍ଦ୍ରାବତୀକୁ ନିଜ ନିକଟରେ ଆସନ ଦେବା ହିଁ ଏକ ବିରାଟ ଦୟା। ଉଠିଲା ଚନ୍ଦ୍ରାବତୀ ବାର ବାର ଅନୁରୋଧ କଲାଭଳି ହେମକାନ୍ତ କହୁଥିଲା କାଲି ଯେମିତି ସହଜ ସହଜ ଆସି କାମ ଆରମ୍ଭ କରିଦିଅ ଚନ୍ଦ୍ରାବତୀ। ଅତିଥୀ ବେଶୀ ନୁହଁନ୍ତି। ମାତ୍ର ଦଶ କୋଡ଼ିଏ ଜଣ। ମୁଁ ମଧ୍ୟ ତୁମକୁ ସାହାଯ୍ୟ କରିବି। ଅସୁବିଧା କିଛି ନାହିଁ। ଉଲ୍ଲସିତ ଚିତ୍ତରେ ପଦାକୁ ବାହାରି ଯାଉଥିଲା ଚନ୍ଦ୍ରାବତୀ। ବାହାର ପାଉଛରେ ଗୋଡ଼ ଦେଇ ଭାବୁଛି ସେ କି ମୁହୂର୍ତ୍ତରେ ପାଉଛରେ ଗୋଡ଼ ଦେଇଥିଲି କେଜାଣି ଜୀବନ ସଫଳ ହୋଇଛି ମାଦକତା ବଢ଼ିଛି.. ସବୁ କିଛି ବଢ଼ିଛି। ଆଜି ଚନ୍ଦ୍ରାବତୀ ନିଜ ଘରକୁ ଫେରିଲା ବେଳକୁ ସବୁ କିଛି ନୂଆ ନୂଆ ଭାବୁଛି। ମନରେ ନୂଆ ଅନୁଭୂତି, ନୂଆ ଅଭିଳାଷ। ଦ୍ୱି'ପ୍ରହରର ସୂର୍ଯ୍ୟତାପରୁ ସେ ଅନୁଭବ କରୁଛି ଶୀତ ରାତିର ମାଦକତା। ପାଦର ଗତି ଦୋହଲି ଯାଉଛି। ମନର ଗତି ସହିତ ସମତା ରକ୍ଷା କରି ପାରୁନି ଅସ୍ଥିର ସ୍ରୋତମୁଖୀ ପାଦ। ବସା ଘରର ସମ୍ମୁଖରେ ପହଞ୍ଚିଲା ଚନ୍ଦ୍ରାବତୀ। ମନେ ମନେ ଅନୁଭବ କଲା ସତେ ଯେମିତି କଟକ ସହରର ଏଇ ନୁଆଣିଆଁ ଚାଳଘରଟି ନୂଆଖାଲିର ବିରାଟ ଦ୍ୱିତଳ ପ୍ରାସାଦ ପାଲଟି ଯାଇଛି। ସେହି ଦ୍ୱିତଳ ପ୍ରାସାଦର ମୁଲାମ ଗାଲିଚା ଉପରେ ଚପଳ କିଶୋରୀ ପରି ନାଚୁଛି ଚନ୍ଦ୍ରାବତୀ। କିନ୍ତୁ ଆଜି କାହିଁକି ଏ ଅନୁଭୂତି? ଅନେକ କିଛି ବିଶ୍ଲେଷଣ କରୁଛି ଚନ୍ଦ୍ରାବତୀ। ନାରୀ ଜୀବନର ଏହି ବିଶ୍ଲେଷଣ ପ୍ରବୃତ୍ତି ହିଁ ନାରୀତ୍ୱକୁ ବଳିଷ୍ଠ କରେ। ସାଂସାରିକ ଜ୍ଞାନ ବଢ଼ାଏ। କେବଳ ଚନ୍ଦ୍ରବାତୀ ନୁହେଁ ଯେ କେହି ତରୁଣୀ ରୂପ ବନ୍ୟାର ତରଙ୍ଗରେ ଜୀବନ ବିଳାସୀ ହେବାର ବିଚିତ୍ରତା ନାହିଁ। ଆଜି ନୂଆକରି ହୃଦୟର ପରିପୂର୍ଣ୍ଣ ଉପଭୋଗ କଥା ଭାବିବାରେ ଲାଗିଛି ସେ, ହେମକାନ୍ତର ଦେହକୁ ଜୟ କରିଥିଲା ସେ। ହେମକାନ୍ତ ତା'ର ରୂପଲୋଭା ଦେହକୁ.. ଶଙ୍କାହୀନ ବ୍ୟବହାରକୁ ନିଜର କରିଥିଲା। ଆଜି ସେହି ଅଧ୍ୟାପକ ହେମକାନ୍ତ.. ଚନ୍ଦ୍ରାବତୀକୁ ନିଜର ଲୋକବୋଲି ଭାବିଛନ୍ତି। ଏହାଠାରୁ ଅଧିକ କି ଚରମ ସଫଳତା ବା' ଥାଇପାରେ ଚନ୍ଦ୍ରାବତୀ ନିକଟରେ? ନୂଆଖାଲିରୁ ଜୀବନ ବିକଳରେ ଆତ୍ମଗୋପନ କରି ପଳାଇ ଆସିବା ଦିନ କ'ଣ ଚନ୍ଦ୍ରାବତୀ କେବେ ସ୍ୱପ୍ନରେ ସୁଦ୍ଧା ଭାବିଥିଲା ଯେ ଅଧ୍ୟାପକ ହେମକାନ୍ତଙ୍କ ପରି ପୁରୁଷ ତା'ର ନିକଟକୁ ଟାଣି ହୋଇ ଆସିବେ? ତା' ଭିବିଥିଲେ ସେ ନିଜକୁ ଅନେକ ପରିମାଣରେ ସଂଯତ କରି ପାରିଥାନ୍ତା। ଏ ସବୁ କଥା ଚିନ୍ତା କଲେ ଭାଗ୍ୟବାଦୀ ହେବାକୁ ବାଧ୍ୟ ହୁଏ ଚନ୍ଦ୍ରାବତୀ। ପୁଣି ମନର ମଙ୍ଗ ମୋଡ଼ି ହୋଇଯାଏ। ପ୍ରବଳ ବେଗରେ ହସି ଉଠି ଚନ୍ଦ୍ରାବତୀ କହେ ''ନାଁ ନାଁ ଏ ସବୁ ମୋ ପରି ଜଣେ ସୁଦକ୍ଷା ଯାଦୁକରର ଖେଳ। ମୁଁ ଖେଳ ଜାଣେ। ମୁଁ ଖେଳେଇ ଜାଣେ। ନାରୀ ପ୍ରାଣରେ ଯେଉଁ ଅହେତୁକୀ ମାୟା ଆତ୍ମଗୋପନ କରିଛି ସେହି ମାୟା ହିଁ କରିଛି ହେମକାନ୍ତଙ୍କ ପରି ପ୍ରବୀଣ ଅଧ୍ୟାପକଙ୍କୁ ବନ୍ଦୀ! '' ଏକ ମୁହାଁ ହୋଇ ଘର ଭିତରକୁ ପଶି ଆସିଲା ଚନ୍ଦ୍ରାବତୀ। ଏକୁଟିଆ ଘର। ବାପା ଫେରି ନାହାଁନ୍ତି।